ନିଜର ଦୃଷ୍ଟି ଅବିଚଳିତ ରଖି ସେ କହିଲେ, 'ସେଇ ଚିଠିରେ କ'ଣ ଲେଖା ହେଇଥିଲା ଜାଣନ୍ତି? ' 'ଶତ୍ରୁଜିତଙ୍କ ପରି ଅନ୍ୟମାନେ ଉତ୍ସାହିତ ହେଇପଡ଼ିଥିଲେ। ମି:ପାତ୍ର କହିଲେ, 'ସେଥିରେ ସେ ଲେଖିଥିଲା-ଆଉ ବେଶୀ ସମୟ ମୋର ପତ୍ନୀ ଭାବରେ ରହିବାର ତାର ଆଉ ଧୈର୍ଯ୍ୟ ନାହିଁ। ଯେତେ ଶୀଘ୍ର ପାରେ ସୁବ୍ରତଙ୍କ ପାଖକୁ ସେ ଫେରିଯିବାକୁ ଚାହେଁ। କିନ୍ତୁ ତା' ପୂର୍ବରୁ ମୁଁ ଯେମିତି ଏ ଦୁନିଆରୁ ବିଦାୟ ନିଏଁ। ଏତେ ହଠାତ୍ ମୁଁ ଯେ କେମିତି ବିଦାୟ ନେବି, ତା'ର ଏକ ଚମତ୍କାର ଯୋଜନା ସେ ମଧ୍ୟ କରିଥିଲା। ମାନେ, ସେ କୌଶଳରେ ଆମ ମାଇନିଂ ପାଖରେ ଥିବା ଘରକୁ ଯାଇ ମୋର ପିଇବା ପାଣିରେ ସମସ୍ତଙ୍କ ଅଲକ୍ଷ୍ୟରେ ପୋଟାସିଅମ ସାଇନାଏଡ଼୍ ପକାଇଦେବ। କାରଣ ମୁଁ ଯେ ଖୁବ୍ ଗଭୀର ରାତ୍ରରେ ପାଣି ପିଏଁ, ସେ ଜାଣେ। ତେଣୁ ସାୟାନାଇଡ଼୍ ମିଶ୍ରିତ ପାଣି ମୁଁ ପିଇବା ପରେ ପରେ ନିଶ୍ଚୟ ମୃତ୍ୟୁ ମୁଖରେ ପଡ଼ିବି। କିନ୍ତୁ ଏଇ ଅପମୃତ୍ୟୁକୁ କେମିତି ହତ୍ୟାକାଣ୍ଡ ବୋଲି କେହି ପ୍ରମାଣିତ କରି ନ ପାରନ୍ତି ସେଥିପାଇଁ ଅନ୍ୟ ଏକ କ୍ଳୁ ଦେଖାଇବାକୁ ସେ ଅନୁରୋଧ କରିଥିଲା। ' 'ମାନେ? ' 'ସୁବ୍ରତ ଅନନ୍ତ ଦାସଙ୍କ ହତ୍ୟାକାଣ୍ଡ ଅନୁସନ୍ଧାନ କରୁଛି ବୋଲି ସମସ୍ତେ ଜାଣିଥିଲେ। ଆଉ ଏଇ ହତ୍ୟାକାଣ୍ଡ କେନ୍ଦ୍ରୀଭୂତ ହେଇଥିଲା ସେଇ ଚାରି ଏକର ଜମି ଉପରେ। ମୁଁ ମାଇନିଂ ଇଞ୍ଜିନିୟର। ସାଧାରଣଙ୍କ ଅପେକ୍ଷା ସେଥିର ଲୁକ୍କାୟିତ ଖଣିଜ ଦ୍ରବ୍ୟର ମୂଲ୍ୟ ମୁଁ ଜାଣେ। ଆଉ ସେଇ ଜମିକୁ ହସ୍ତଗତ କରିବାପାଇଁ ସ୍ନେହଲତା ଜରିଆରେ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଅନନ୍ତ ଦାସଙ୍କୁ କୌଶଳରେ ହତ୍ୟା କରିଛି ବୋଲି ସେ ପ୍ରମାଣ ଉପସ୍ଥାପିତ କରିବେ। କେବଳ ଏତକ ହେଲେ ପ୍ରମାଣ ଦୃଢ଼ୀଭୂତ ହେବ ନାହିଁ। ତେଣୁ ଜୟନ୍ତୀ ମହାପାତ୍ରର ରୂପରେ ମୁଁ ମୁଗ୍ଧ ହୋଇ ଏହି ହତ୍ୟାକାଣ୍ଡ କରିଛି। କାରଣ ସେଇ ସମ୍ପତ୍ତି ଯେ ଜୟନ୍ତୀ ମାଆର ତାହା ସୁବ୍ରତ ପାଖରୁ ସ୍ନେହ ଜାଣିଥିଲା। ତେଣୁ ଅନନ୍ତ ଦାସ ଜୟନ୍ତୀ ନାମରେ ସେତକ ଉଇଲ କରି ନ। ଥିଲେ ବି କୋର୍ଟର ଆଶ୍ରୟ ନେଇ ସେତକ ମୁଁ କରିପାରିବି। ମି: ପାତ୍ର ଦୀର୍ଘ ନିଶ୍ୱାସ ନେଲେ। ବୋଧହୁଏ ସେ ଦୁର୍ବଳ ହେଇପଡ଼ୁଥିଲେ। ତେଣୁ ଟେବୁଲ ଉପରେ ହାତଭାର ଦେଇ ସେ କହିଲେ,'ଏଇ ଗ୍ରାଉଣ୍ଡ ଅନନ୍ତ ଦାସଙ୍କୁ ହତ୍ୟା କରିବାପାଇଁ ଯଥେଷ୍ଟ। କିନ୍ତୁ ସେଇ ବିଷୟରେ ଯୋଉ ତଦନ୍ତ ଚାଲିଛି, ଆଉ ସେ ଯୋଉପରି ମୋତେ କେନ୍ଦ୍ର କରୁଛି, ସେଥିରୁ ମୁଁ ନିଶ୍ଚୟ ଧରାପଡ଼ିଯିବି ଏଇ ଭୟରେ ମୁଁ ଆତ୍ମହତ୍ୟା କରିଛି ବୋଲି ଏକ ଯୁକ୍ତିଯୁକ୍ତ ପ୍ରମାଣ ପୋଲିସ ପାଇପାରିବ। ତେଣୁ ମୋର ହତ୍ୟାଟା ଆତ୍ମହତ୍ୟାରେ ପରିଣତ ହେଇଯିବାରୁ କେହି କାହାରିକୁ ସନ୍ଦେହ କରିପାରିବେ ନାହିଁ। ଜଏଣ୍ଟ ପ୍ରପର୍ଟିଯାକ ସ୍ନେହ ପାଇପାରିବ, ଆଉ ଅନନ୍ତ ଦାସଙ୍କର ସମ୍ପତ୍ତି ମଧ୍ୟ। ଏହା ପରେ ଉଭୟେ ବେଶ୍ ଶାନ୍ତିରେ ପରବର୍ତ୍ତୀ ଜୀବନ ଅତିବାହିତ କରିପାରିବେ। 'ମି: ଶତ୍ରୁଜିତ ଆପଣ ଭଗବାନଙ୍କ ଆଶୀର୍ବାଦ ଫଳରେ ଏକ ଅଭୂତ ଶକ୍ତିର ଅଧିକାରୀ ହେଇପାରିଛନ୍ତି, ଯାହା ଫଳରେ ଆପଣଙ୍କର କୌଣସି ଅନୁସନ୍ଧାନ ବ୍ୟର୍ଥ ହେଇନାହିଁ। ମୁଁ କିନ୍ତୁ ମୋର ସ୍ଥାନକୁ ଆପଣଙ୍କୁ ନିମନ୍ତ୍ରଣ କରାଇଆଣି ଯଦି ଛିଡ଼ା କରାଇଦିଏ। ଏଇ କ୍ଷେତ୍ରରେ ଆପଣଙ୍କର କର୍ତ୍ତବ୍ୟଟା କ'ଣ ଆପଣ ଚିନ୍ତା କରନ୍ତୁ। ମୁଁ ସେଥିରୁ ବାଦ୍ଯାଇ ନ ଥିଲି। ସେଇ ଚିଠି ପଢ଼ିସାରିବାପରେ ସ୍ନେହ ଯେ ଅନନ୍ତ ଦାସଙ୍କୁ